କରିଥିବ ସେ ସେଦିନ। ଅଥଚ ନବୀନ ତା'ର ସ୍ୱାମୀ ନୁହେଁ। ନବୀନକୁ ସେ ସ୍ୱାମୀ ଆଖିରେ ଦେଖିବା ତା'ର ପାପ। ଏତିକି। ଏତିକି ସମ୍ପର୍କ। ଏତିକି ଭୟ ପାଇବା–ଏତିକି ସୁଖ ପାଇବା। ମାତ୍ର ଏତିକି। ସେତେ ଅବା ଜୀବନ ଥିଲା। ପରି ବାଟ ଚେଇଁ ବସିଥିଲା ଯେମିତି ଏକୁଇ ଧରିବାପାଇଁ–ପ୍ରଘଟ କରିବାପାଇଁ–ପ୍ରତିଶୋଧ ନେବା ପାଇଁ। ବୁଢ଼ା ମାଷ୍ଟରକୁ ଛକି ଛକି ଟୋକାଏ ପିଟିଲେ–ଶଳା ଭାଡ଼ୁଆଗିରି କରି ଆସୁଛି। ବୁଢାମାଡ଼ ଖାଇ ପଳାଇ ଗଲା। ନବୀନ ସହରକୁ ଚାଲିଗଲା ଚାକିରି କରି–ଯାଇ ଖଣ୍ଡେ ଚିଠି ଦେଇଥିଲା ଦେବକୀ ପାଖକୁ। ସେ ଚିଠିରେ କ'ଣ ସବୁ ଲେଖା ହୋଇଥିଲା କେଜାଣି–ସେ ଚିଠିକି ପୋଷ୍ଟ ଅଫିସରୁ ଆସିବା ବାଟରେ ଟୋକାଏ ସବୁ ଧଇଲେ। ସେଇ ଚିଠି ହେଲା ପ୍ରମାଣ। ଦେବକୀ ବାପା ବରେଇ ସଭାରେ ହେଲା ପତିତ। ତାକୁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ। ପ୍ରାୟଶ୍ଚିତ୍ତ କରି ମଧ୍ୟ ପାପ ଗଲା ନାହିଁ। ଦେବକୀ ଆଉ ବାହାରକୁ ବାହାରି ପାରିଲା ନାହିଁ। ଦେବକୀଟା ବେଧେଇ, ଛିଣ୍ଡାଳି ଖାନିକି। ସେ ଆଉ କାହାକୁ ମୁହଁ ଦେଖାଇ ପାରିଲା ନାହିଁ। ଦେବକୀ ବାପା ଆଉ ଯାଜମାନବି ଧରିପାରିଲା ନାହିଁ ଯେଉଁଠିକି ଗଲା, ସେ ହସିଲା, ଟାହି ଟାପରା ଲଗେଇଲା–ଝୁଅକୁ ଲଗେଇ ଦି'କଥା ପଚାରିଲା। ସେ ଚୁପ୍। ଶେଷରେ ଦେବକୀ ଆତ୍ମହତ୍ୟା କରି ବସିଲା। କିନ୍ତୁ ସେଥିରେବି ସେ ମଲା ନାହିଁ। ଲୋକେ ଜାଣିଲେ। ବାନ୍ତି ଉଗଜ କରି ସେ ଭଲ ହେଇଗଲା। ଦୁର୍ନାମ ଅଧିକ ବଢ଼ିଲା। ଲୋକେ ଓଲଟି ଦୋଷ ଲଗେଇଲେ–''କିଛି ହେଇଥିବ, ନହେଲେ ବିଷ ଖାଆନ୍ତା କାହିଁକି? ପୁଲିସ ଆସିଲା। ତାକୁ ଜେରା କରି ଖୋଳିତାଡ଼ି କେତେ ପ୍ରଶ୍ନ ପଚାରିଲା। ବାପ ସେମିତି ଠିଆ ହେଇ ଶୁଣୁଥାଏ। ବାପ ହେବାର ଅପରାଧ। ଝୁଅର ବାପ ହେବାପାଇଁ ଏଡ଼େ ବଡ଼ ପ୍ରାୟଶ୍ଚିତ୍ତ। ପୁଲିସର ଅସଭ୍ୟ ପ୍ରଶ୍ନ ଶୁଣି ଦେବକୀର ଦିହ ନିଆଁ ହେଇ ଯାଉଥିଲା। କିନ୍ତୁ ଉପାୟ କ'ଣ? ଗାଁଟାଯାକ ତ ପୁଲିସ ପକ୍ଷରେ। ପୁଲିସ ତାକୁ ଧରିନେଲେ ଥାନାକୁ। ତା'ପରେ–ତା'ପରେ। ସେ ଆଉ ଫେରି ନାହିଁ ଗାଁକୁ। ଆଉ ଫେରିବାକୁ ମୁହଁ ନଥିଲା ଦେବକୀର, ବାଟ ନଥିଲା। ବାଟ ବନ୍ଦ ଚାରିଆଡ଼ୁ। ''ଆଉ ନବୀନ? '' ଦୁଃଖୀ ଥରେ ପଚାରିଥିଲା ଦେବକୀକୁ। ''ଜାଣେ ନାହିଁ। '' ଦେବକୀ ସରମରେ ତଳକୁ ମୁହଁ ପୋତି ଉତ୍ତର ଦେଲା। ''ମୂର୍ଖ–ଅମଣିଷ। '' ଦୁଃଖୀ ରାଗରେ କହିଥିଲା। ''ନା–ନା ତାଙ୍କର କିଛି ଦୋଷ ନାହିଁ ଏଥିରେ। '' ଦେବକୀ ପ୍ରତିବାଦ କଲା। ଏବେବି ସେ କ୍ଷମା ଦେଇ ପାରିଛି ନାରୀ ହୃଦୟରେ। ଯେଉଁ ପୁରୁଷ ପ୍ରେମକୁ ପାପ ବୋଲି ସ୍ୱୀକାର କରି ଭୟରେ ଛାଡ଼ି ପଳାଏ ସମାଜ ଭିତରୁ, ଆପଣାର ପ୍ରିୟବସ୍ତୁକୁ ପଚି ଶଢ଼ି ନଷ୍ଟ ହେବାର ଦୁର୍ଭାଗ୍ୟ ଦେଇ, ତାକୁ ଭଗବାନ୍ ମଧ୍ୟ କ୍ଷମା କରି ପାରନ୍ତି ନାହିଁ–କ୍ଷମା କରେ ଏଇ ନାରୀ-। ହୁଏତ ଆଜି ଏଇ ଶେଷ ନିଃଶ୍ୱାସର ଅବ୍ୟବହିତ ପୂର୍ବରୁ ମଧ୍ୟ ନବୀନ ତା' ଆଖି ଆଗରେ ମୂର୍ତ୍ତି ପରିଗ୍ରହ କରିଥିବ। ଆଜିବି ସେ ହୁଏତ ଭୁଲି ନାହିଁ ନବୀନର କଥା। ଆଜି ସମ୍ଭବତଃ ସେ କ'ଣ କହିବାକୁ ଚାହୁଁଛି, କହିପାରୁ ନାହିଁ–ଓଠର ଭଙ୍ଗିରେ କେବଳ ଦରସ୍ଫୁଟ ହେଇ ରହିଯାଉଛି–ସେଇ ତା'ର ନବୀନ ନିକଟକୁ ଶେଷ ବାଣୀ। ଏମିତି କେତେ କଥା ଏ ଦୁନିଆରେ ଅକୁହା ରହିଯାଏଁ–ଏଇ ମାଟିତଳେ ଅୟୁତ ଅୟୁତ ଶବ ପୋତି ହେଲାପରି। ସମାଧିବି ତୋଳା ହୁଏ ନାହିଁ। ଏଇ ମାଟିର ଗନ୍ଧ,